ପଳାୟନର ପଥ ନାହିଁ। ସୁମିର ଜୀବନ ରକ୍ଷା-ଏଇ ସଇନିଙ୍କ ହାତରୁ ରକ୍ଷା ହେବା ସମ୍ଭବ। ରାମାନନ୍ଦେ ବାହା ଦୁଇଟାର ମାଂସପେଶୀ ଉପରେ ଥରେ ହାତ ବୁଲେଇ ଆଣି-ଲୁଗାଟାକୁ ଭିଡ଼ି ନେଲେ। ଦଉଡ଼ିଲେ ଯୁବକ ଗଣ, ତା ଭିତରୁ ଜଣେ ରାମନନ୍ଦଙ୍କ ଉପରକୁ ଲମ୍ଫ ଦେବାର ଉପକ୍ରମ କରୁଥିଲା। କିନ୍ତୁ ତା ପୂର୍ବରୁ ନନ୍ଦେ ଲମ୍ଫ ଦେଲେ ବୈତରଣୀ ନଈ ଭିତରକୁ। ସେ ପଥ ଅତି ପରିଷ୍କାର। ଭୋକିଲା ମଣିଷର ଫାଶ ସେଠି ଲୁଚି ଲୁଚି ଶିକାର ଖୋଜୁ ନାହିଁ। ସଙ୍ଗେ ସଙ୍ଗେ 'ଧୁସ୍' କରି ଏକ ଶବ୍ଦ ହେଲା। କଳ କଳ କରି ଉଠିଲା ଭଉଁରୀ। ଟିକିଏ ଶ୍ରମ ସ୍ୱୀକାର କଲେ ନନ୍ଦେ ନଈରେ ନଈଏ ଯାଇଁ ଘାଟରେ ପହଞ୍ଚିବେ ବୋଲି ବିଶ୍ୱାସ। ଯେଉଁଠୁ ସେ ଅକ୍ଳେଶରେ ଶଙ୍କରା ଢିଅ କୁଦ ପାଖକୁ ଯାଇ ପାରିବେ। ବନ୍ଧ ଉପରର ଜନତା ଚାହିଁଥାନ୍ତି। କୌଣସି ମୁଣ୍ଡ ଦେଖାଯାଉ ନଥାଏ। ନଈ ବି ବୁଭୁକ୍ଷୁ ବୋଲି ନନ୍ଦଙ୍କର ଧାରଣା ନାହିଁ। ତାହାରି ଫାଶ ଯେ ଆହୁରି ଭୟଙ୍କର। ସୁମି ହାତ ବୁଲେଇ ଆଣିଲା ବେଳେ ସୁମି-ମାଙ୍କ କପାଳରୁ ସିନ୍ଦୂରଗୁଡ଼ାକ ଲିଭିଗଲା। ଇସ୍-କଣ କଲା ଏ ଝିଅଟା! -'ମା ଭୋକ। ' -'ମୋତେ ଖା। ' ସିନ୍ଦୂର ତ ଗଲା ତାରି ହାତ ବାଜି। ଆଉ କଣ ଅଛି? ସୁମି ଡ଼ାକିଲା-'ମା, ବାପା ଫେରିବେ ନାହିଁ କି-ଫେରିବେ କି ନ ଫେରିବେ ମୁଁ ଜାଣି ନାହିଁ, ଯାଃ। ତୁ ଜାଣିଥିବୁ, ନଇଲେ ତୋ ବାପା ଜାଣି ଥିବେ। ' ସୁମି-ମା ରାଗରେ ହାତ ଛିଞ୍ଚାଡ଼ି ଦେଲେ। ହାତର କାଚ ମୁଠାଟା ପିଟି ହୋଇଗଲା ସୁମି ମୁଣ୍ଡରେ। ଝଣ୍ କରି ଖସି ପଡ଼ିଲା ପଟେ। ସୁମି ମୁଣ୍ଡରେ ଦାଗ ବସିଗଲା। ମା' ପାଖରୁ ଅନ୍ୟ ଦିଗକୁ ମୁଖ ବୁଲେଇ ସୁମି କାନ୍ଦିଲା। ଅତି ଶୁଷ୍ମ ସେ କାନ୍ଦଣା। ଲୁହ ବଦଳରେ ସୁମି-ମା'ର ଛାତିରୁ ଥପ ଥପ କରି ଝରିଲା ଲହୁ। ମା' ମନ କି କେବେ ବୁଝେ। ସେ କୋଳକୁ ଟାଣି ଆଣିଲେ ସୁମିକୁ। 'କାନ୍ଦ୍ ନା, ମା। ମୁକୁଟ ନ ପିନ୍ଧିଲେ ମଧ୍ୟ ସେ ସମ୍ରାଟ ଏ କଥା ସର୍ବଜନ ସ୍ୱୀକୃତ। ସେ ପ୍ରକୃତିର ଅପୂର୍ବ ରୂପକାର। ଗଳ୍ପ ଲେଖିବା ପାଇଁ ଅନ୍ୟାନ୍ୟ ଲେଖକଙ୍କ ପରି ତାଙ୍କୁ କିଛି ପ୍ଲଟ୍ ଚିନ୍ତା କରିବାକୁ ପଡ଼େନାହିଁ। ସେ ଯେ କୌଣସି ସ୍ଥାନରେ, ଯେ କୌଣସି ବିଷୟରେ ଏପରିକି ଆପଣଙ୍କୁ ଚା'କପେ ଖାଇବାକୁ ଦେଇ ପନ୍ଦର ମିନିଟ୍ ଭିତରେ ଗଳ୍ପଟିଏ ଲେଖିଦେଇ ପାରନ୍ତି। ଥରେ ପ୍ରସିଦ୍ଧ ଔପନ୍ୟାସିକ କାହ୍ନୁଚରଣଙ୍କ କଥାରେ ବାର ଘଣ୍ଟା ସମୟ ମଧ୍ୟରେ ସେ ଦଶ ଗୋଟି ଗଳ୍ପ ଲେଖି ଦେଇଥିଲେ। ଏହା ଅନ୍ୟ ଲେଖକ ପକ୍ଷରେ କଳ୍ପନାତୀତ, କାରଣ ଗୋଟିଏ ଗଳ୍ପ ଲେଖିବା ପାଇଁ ଅନ୍ୟମାନେ ପନ୍ଦର ଦିନ କିମ୍ବା ମାସେ ସମୟ ନିଅନ୍ତି। କାହ୍ନୁଚରଣ ଏହି କାର୍ଯ୍ୟରେ ବିସ୍ମିତ ଏବଂ ଆନନ୍ଦିତ ହୋଇ ଲେଖକଙ୍କୁ ପଚାଶ ଟଙ୍କା ପାରିଶ୍ରମିକ ସ୍ୱରୂପ ଦେଇଥିଲେ-। ପରେ ଅବଶ୍ୟ ଗଳ୍ପ ଗୁଡ଼ିକ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହେଲା। କଥା ସାହିତ୍ୟରେ ପ୍ରକୃତିକୁ ସେ ଯେପରି ଭାବେ ଚିତ୍ରଣ କରିଛନ୍ତି ତାହା ଓଡ଼ିଆ ସାହିତ୍ୟରେ ବିରଳ। ବଙ୍ଗଳାର ଖ୍ୟାତନାମା ସାହିତ୍ୟିକ ବିଭୁତିଭୂଷଣ ବନ୍ଦୋପାଧ୍ୟାୟଙ୍କ ସହିତ ରାଜକିଶୋର ପଟ୍ଟନାୟକଙ୍କୁ ତୁଳନା କରାଯାଇ ପାରେ, ଅନ୍ୟ କାହାରି ସହିତ ନୁହେଁ। ଏଇ ଛୋଟ ଘାସଟିଏ, ଥୁଣ୍ଟା ଗଛଟିଏ, ପଥର ଢିମାଟାଏ, ବୁଲା କୁକୁରଟାଏ, ମଲା ଚଢ଼େଇଟିଏ, ଯାହାକୁ କେବେ